ଗାଆଁଟିକୁ ଯେଉଁଭଳି ନୂଆ ଗଢ଼ଣଟିଏ ଦେଇ ତିଆରି କଲେ ତାହା ସତକୁ ସତ ସମଗ୍ର ପୃଥିବୀ ପରି ପ୍ରଶସ୍ତ ଦେଖାଯିବ, ତାକୁ ଆମେ ସେହିଭଳି ଗଢ଼ିବୁ-। ସେଥିଲାଗି ସବାଆଗ ଏକାଠି ବସିବୁ। ଜଣେ କାହାକୁ ମଧ୍ୟ ବାଦ୍ ଦେବୁ ନାହିଁ। ଭାରତବର୍ଷରେ ଲକ୍ଷ୍ମୀ ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ସର୍ବଦା କେତେ ମଣିଷଙ୍କୁ ବାଦ୍ ଦେଇ ହିଁ ଏଠାରେ ସବୁକିଛିର ଯୋଜନା ହୋଇ ଆସିଛି। ସେହି କଥାଟା ହିଁ ଯୁଗାନୁକ୍ରମେ ଗଡ଼ି ଆସିଛି ଏବଂ ଉପର ତଳ ସମସ୍ତଙ୍କୁ ବଡ଼ ଅଲକ୍ଷଣା କରି ରଖିଛି। ଆମେ ସେହି ଖଳ ପରମ୍ପରାଟାର ପୁନରାବୃତ୍ତି କରିବୁ ନାହିଁ। ସମସ୍ତଙ୍କୁ ଏକାଠି ବସାଇବୁ। ସମସ୍ତେ ମଥା ଏକାଠି କରିବେ,- ଏହି ଗାଆଁରେ ଯେପରି ସମସ୍ତେ ନିର୍ଭୟ ହୋଇ ରହିବେ ଓ ଏହି ଗାଆଁ ନିଜର ଗାଆଁ ବୋଲି ଅନୁଭବ କରିପାରିବେ, ଆମେ ସେଥିଲାଗି। ଆମ ନିଜଆଡ଼ୁ ହିଁ ବାଟ ଫିଟାଇଦେବୁ। ଆମର ଗାଆଁ ନାମକ ଏହି ସଂସାରଟି ଯେ କାଳକାଳରୁ ସାନ ବଡ଼ ବହୁ ସ୍ଵାର୍ଥଖଣ୍ଡରେ ବିଭକ୍ତ ହୋଇ ରହିଛି, ତାହାହିଁ ଆମ ସମସ୍ତଙ୍କୁ ପରସ୍ପର ପାଖରେ ଏପରି ଅଧମ ଏବଂ ଅଯୋଗ୍ୟ କରି ରଖିଛି। ଏହି ସ୍ଥିତିରେ ଏକ ପରିବର୍ତ୍ତନ ଆସୁ ବୋଲି ଇଚ୍ଛା କରି ଆମ ଦେଶର ସମ୍ବିଧାନ ଲେଖାଯାଇଛି, ଗତ ପଚାଶବର୍ଷ ହେଲା ସରକାର ମଧ୍ୟ ଛତାବାଡ଼ି ଧରି କେତେ କ'ଣ ମସୁଧା କରିବାରେ ଲାଗିଛନ୍ତି। ବିଶେଷ ସେପରି କିଛି ଅଗ୍ରଗତି ହୋଇନାହିଁ। ଯାହା ସତକୁ ସତ ହୁଏ, ତାହା ଏହି ତଳଆଡୁ ହିଁ ହୁଏ। ଉପରବାଲା ଟଙ୍କା ଖରଚ କରନ୍ତି; ହୁଏତ ଆହୁରି ସବୁ କ'ଣ କରନ୍ତି ଯେ, ସେହି ଟଙ୍କାର ଗୋଟାଏ ବଡ଼ ଅଂଶ ଆଉ କୁଆଡ଼େ ଚାଲିଯାଏ। ପାଠୁଆ ମାନଙ୍କର ବୁଦ୍ଧି ଓ କୌଶଳ ପୃଥିବୀର କୋଟି କୋଟି ସାଧାରଣ ମଣିଷ ମାନଙ୍କର କେତେକେତେ କ୍ଷତି କରିବାରେ ଲାଗିଛି। ଏହି ସାଧାରଣ ମଣିଷମାନେ ହିଁ ପୃଥିବୀରେ ଅଧିକ ସଂଖ୍ୟାରେ ରହିଛନ୍ତି। ଆମର ଗାଆଁକୁ ଆମେ ହୃଦୟ ଦେଇ ଗଢ଼ିବୁ। ଯେଉଁଠି ବୁଦ୍ଧି ଏବଂ ହୃଦୟ ଭିତରେ ଦ୍ୱନ୍ଦ ଉପସ୍ଥିତ ହେବ, ସେଠାରେ ଆମେ ହୃଦୟର କଥାକୁ ହିଁ ମାନିବୁ। ବୁଦ୍ଧିର ଫୁସୁଲା ଗୁଡ଼ାକୁ ଅଡ଼େଇ ଦେଇ ଚାଲିଯାଇ ପାରୁଥିବୁ। ଆମ ଗାଆଁର ନବବିଧାନ ଏବଂ ନବନିର୍ମାଣ ଆମ ପିଲାମାନଙ୍କ ଠାରୁ ଆରମ୍ଭ ହେବ। ପିଲାଏ ଖାଲି ସେମାନଙ୍କର ବାପମାଆଙ୍କର ନୁହନ୍ତି, ସେମାନେ ସମସ୍ତଙ୍କର, ସାରା ଗାଆଁର। ପାଠ ପଢ଼ିବାର ବୟସ ହେଲେ ସେମାନେ ସମସ୍ତେ ପାଠଶାଳାକୁ ଆସିବେ। ଏକାଠି ଏକା ପାଠ ପଢ଼ିବେ। ଏକାଠି ଖେଳିବେ। ଏକାଠି ଚଗଲା ହେବେ ଏବଂ ଏକାଠି ନିଜର ଗାଆଁଟିକୁ ନିଜ ଜୀବନ ମଧ୍ୟକୁ ସ୍ୱୀକାର କରି ନେଇ ଶିଖିବେ। ଏବେ ସବୁ ପିଲା ଯେ ଇସ୍କୁଲକୁ ଆସୁନାହାନ୍ତି, ସରକାର ଏଥିପାଇଁ କେତେ ଦଉଡ଼ଧାପଡ଼ି କଲେ ମଧ୍ୟ ତଥାପି ଆସୁନାହାନ୍ତି, ସେଇଥିପାଇଁ ଖାଲି ପୂରା ଦେଶଟା ନୁହେଁ, ଆମ ଗାଆଁଟା ମଧ୍ୟ ମୂଳରୁ ହିଁ ଭାଗଭାଗ ହୋଇ ଯାଉଛି। ଏହିପରି ଭାବରେ ଆମ ଗାଆଁର ଚାଟଶାଳୀରୁ ହିଁ ଯୁଗ ଯୁଗ ଧରି ଆମର ସାମୂହିକ ଜୀବନର ଗୋଡ଼ରେ ପଥର ବାନ୍ଧି ରଖିଥବା ଜାତିଗତ ଯାବତୀୟ ଦୂରତାକୁ ହଟାଇବା ନିମନ୍ତେ ଆମର ପ୍ରଚେଷ୍ଟା ଆରମ୍ଭ ହେବ। ଏହି ଯେଉଁ ବାତ୍ୟା ଆସିଲା, ସମୁଦ୍ର ପାଣି ମାଡ଼ି ଆସିଲା, ସେମାନେ ତ ଜାତିଗତ କୌଣସି ବିଭେଦ ମାନିଲେ ନାହିଁ। ବିଧାତାତ ଆମ ସମସ୍ତଙ୍କୁ ଜଣେ ମଣିଷ କରି ତିଆରି କରିଥିଲା-ଆମେ ଦୁର୍ବୁଦ୍ଧି